ଗୁଗଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର। ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ। ଓରେଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟଧାର ବ୍ୟବହାର କରନ୍ତି। ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର। ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି। ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ। ଗୁଗଲ କରିବା ଏକ କ୍ରିୟାକୁ ବୁଝାଏ, ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା। ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍ ଖୋଜାକୁ ମଧ୍ୟ ବୁଝାଇଥାଏ। କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ। ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ।ଏକ ହଜାର ନଅ ଶହ ନବେରେ ଷ୍ଟାନ୍ଫୋର୍ଡ଼୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍ ଓ ସର୍ଜି ବ୍ରିନ୍ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା। କାଲିଫର୍ନିଆର ମେନ୍ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍ରେ ସାତ ସେପ୍ଟେମ୍ବର, ଏକ ହଜାର ନଅ ଶହ ଅନେଶତରେ ଗୁଗଲ କମ୍ପାନୀରେ ପରିଣତ ହେଲା। ଫେବ୍ରୁଆରୀରେ କାଲିଫର୍ନିଆର ପାଲୋ ଆଲ୍ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା। ଏହାର ବର୍ଷେ ପରେ ଗୁଗଲ୍ ଫ୍ଲେକ୍ସ ନାମକ ସ୍ଥାନକୁ ଏହା ଅଣାଗଲା। ସେପ୍ଟେମ୍ବର ଦୁଇ ହଜାର ଏକରେ ଗୁଗଲର ପୃଷ୍ଠା ତଉଲ ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା। ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍। ଅଗଷ୍ଟ ଦଶ, ଦୁଇ ହଜାର ପନ୍ଦରରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ। ବିଜ୍ଞାପନ ଜଗତରେ ଗୁଗଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦୁଇ ହଜାର ଏଗାରରେ ଗୁଗଲର ସମୁଦାୟ ଆମଦାନିର ଛାନବେ ପ୍ରତିଶତ କେବଳ ବିଜ୍ଞାପନରୁ ଆସିଥିଲା। ସନ୍ଧାନ ସେବା ସହିତ ଗୁଗଲ ନିଜର ବିଜ୍ଞାପନ ସେବା ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ କି କ୍ଲିକ୍ ହିସାବରେ ବ୍ୟକ୍ତିକୁ ପଇସା ଦେବାକୁ ପଡ଼ିଥାଏ। ଗୁଗଲର ଏହି ବିଜ୍ଞାପନ ସେବାଟି ସମୟ, କାଳ, ବୟସ ଅନୁସାରେ ଲୋକମାନଙ୍କ ନିକଟରେ ପହଞ୍ଚିଥାଏ। ଗୁଗଲ ଆନାଲିଟିକ୍ସ, ମାଲିକମାନଙ୍କୁ ଟ୍ରାଫିକ୍ ଜାଣିବାରେ ସାହାଯ୍ୟ କରିଥାଏ। ସେହିପରି ଗୁଗଲ ବିଭିନ୍ନ ସ୍ଥାନରେ ବିଜ୍ଞାପନ ଦେଖାଇବାରେ ସାହାଯ୍ୟ କରିଥାଏ। ଆଜି ସମୟରେ ଗୁଗଲର ସନ୍ଧାନୀ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି। ମସିହାରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗୁଗଲର ଏହି ସନ୍ଧାନୀ ଇଞ୍ଜିନ୍ ବିଶ୍ୱର ସର୍ବବୃହତ ସନ୍ଧାନୀ ଇଞ୍ଜିନ୍। ଗୁଗଲ ଆଜିକାଲି ବହିପତ୍ର ବିକିବାରେ ମଧ୍ୟ ଅଗ୍ରଧାଡ଼ିରେ ରହିଅଛି। ଗୁଗଲ ବୁକ୍ସ ନାମକ ଏକ ସେବା ଦ୍ୱାରା ଗୁଗଲ ବହି ବ୍ୟବସାୟରେ ଆମାଜନ୍ ଭଳି କମ୍ପାନୀମାନଙ୍କ ସହିତ ତାଳ ଦେଇ, ନିଜ ବହି ବ୍ୟବସାୟରେ ଅଗ୍ରଗତି କରି ଚାଲିଛି।ବର୍ତ୍ତମାନ ଗୁଗଲ ସର୍ଚ୍ଚରେ ଭଏସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଅଛି। ପୂର୍ବରୁ ଏକ ସନ୍ଧାନୀ ସେବା ଭାବେ କାମ କରୁଥିବା ଗୁଗଲ, ବର୍ତ୍ତମାନ ମେସିନ୍ ଲର୍ନିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡ଼କୁ ଆଗେଇ ଚାଲିଛି। ଗୁଗଲ ଆଇ ଓରେ ଉନ୍ମୋଚିତ ଗୁଗଲ ଆସିଷ୍ଟାଣ୍ଟ ସହାୟତାରେ ଲୋକମାନଙ୍କୁ ସହାୟତା କରିବା ସହିତ, ନିଜର ଚିତ୍ର ସନ୍ଧାନୀ ସେବା, ସ୍ୱର ସନ୍ଧାନୀ ସେବା, ଇମେଜ୍ ପ୍ରୋସେସିଂ ଏବଂ ଅନୁବାଦ ସେବାକୁ ଦିନକୁ ଦିନ ଉନ୍ନତ କରିଚାଲିଛି। ସିଇଓ ସୁନ୍ଦର ପିଚାଇ ଲୋକମାନଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡ଼କୁ ଆଗେଇବା ପାଇଁ କହିଛନ୍ତି। ଗୁଗଲ ଆଜି ଦଶରୁ ଅଧିକ କାର୍ଯ୍ୟକାରୀ ସଫ୍ଟୱେର୍ ସେବା ଦେଉଛି, ଯାହାକି ବର୍ତ୍ତମାନ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି। ଗୁଗଲର